ମଟରଟା ସଜା ହୋଇଛି ମୟୂରପକ୍ଷୀ ନଉକାପରି। ସେଇଥିରେ ବସି ଚାଲିଗଲେ ଡାକ୍ତର ମନୋରଞ୍ଜନ। ମୁଗ୍ଧ ଆଖିରେ ଚାହିଁ ରହିଲା ତନୁଶ୍ରୀ ଭାଇନାଙ୍କର ବରବେଶଆଡ଼େ। ପୁଅର ଯିବାବାଟକୁ ଚାହିଁ ରହିଥିଲେ ଅପରାଜିତା। ଆଖିରେ ତାଙ୍କର ଆନନ୍ଦର ଅଶ୍ରୁଧାରା, ଆଉ ଓଠରେ କ୍ଷୀଣ ହସ ଗାରେ। ଲଳିତାବୋଉ ଲେଖାରେ ତାଙ୍କର ଝିଆରୀ ହେବେ। କହିଲେ, ଆଜିପରା ଦିନେ ଆଖିରେ ତୁମେ ଲୁହ ଝରାଉଛ ଖୁଡ଼ୀ? ପୋଛିଦିଅ, ପୋଛିଦିଅ, ପୋଛିଦିଅ ସେହି ଲୁହ। ଶୁଭଦିନରେ ଏ କି କଥା ତୁମର? ଏଇ କଥା କହି ନିଜ ହାତରେ ଖୁଡ଼ୀଙ୍କ ଅଶ୍ରୁ ପୋଛିଦେଲେ ଲଳିତାବୋଉ। ଲଳିତାବୋଉଙ୍କର ସ୍ନେହ ସ୍ପର୍ଶରେ କୋହଟା ଦୁଇଗୁଣ ହୋଇଉଠିଲା ଅପରାଜିତାଙ୍କର। ରୁଦ୍ଧଗଳାରେ କହିଲେ–ଝିଅଲୋ–ମନୁ ମୁଣ୍ଡରେ ମକୁଟ ଦେଖିବି ଏ ଆଶା ମୋର ନଥିଲା। ମୋର ଆଶା ଆକାଙ୍କ୍ଷାର ସେଇ ମକୁଟ ଆଜି ତା' ମଥାରେ ଦେଖି କୋହ ସମ୍ଭାଳିପାରୁନି। କହୁ କହୁ ପୁଣି କାନ୍ଦିଉଠିଲେ ଅପରାଜିତା। ଲଳିତା ବୋଉଙ୍କ ସହିତ ଆହୁରି କେତେ ବୋହୂଝିଅ ପାଖରେ ଥିଲେ। ସମସ୍ତେ ହସିଉଠିଲେ। କହିଲେ–ଏମିତି ନିରାଶ ତୁମେ କାହିଁକି ହୋଇଥିଲ ମ? କନ୍ୟା ପାଇବାର ଯୋଗ୍ୟତା ତା'ର ନାହିଁ–ନାଁ–ସେ ବୁଢ଼ା ହୋଇଗଲାଣି। ତା'ପରି ପୁଅପାଇଁ ତୁମର ଏତେ ଚିନ୍ତା! ଲଳିତାବୋଉ କହିଲେ– ଖୁଡ଼ୀ ସବୁଦିନେ ଏହିପରି ବାୟାଣୀ। କକେଇ ଯେତେବେଳେ ମୁନ୍ସଫ୍ ହୋଇଥିଲେ, ସେଦିନ କଥା ଛାଡ଼। ଯେଉଁଦିନ ହଠାତ୍ ସବ୍ଜଜ୍ ହୋଇଗଲେ ସେଦିନ ଖୁଡ଼ୀ କାନ୍ଦି ପକାଇଥିଲେ-। ପୁଣି କକେଇ ଯେଉଁଦିନ ଜଜ୍ହେଲେ ସେଦିନ ବି ଖୁଡ଼ୀ କାନ୍ଦିଥିଲେ। ଖୁଡ଼ୀଙ୍କର ସବୁକଥା ମୋ ବୋଉ ମତେ କୁହନ୍ତି। ତାପରେ ମନୁ ଭାଇନା ଯେଉଁଦିନ ଡାକ୍ତରୀ ପାଶ୍କଲେ ସେଦିନ ମୁଁ ଏହିଠାରେ ଥିଲି। ସେଦିନ ବି ଭାଇଁନାଙ୍କୁ କୁଣ୍ଢାଇଁଧରି ଖୁଡ଼ୀ ବହେ କାନ୍ଦିଥିଲେ। ଖୁଡ଼ୀ ତୁଚ୍ଛା ବାୟାଣୀ। ଯେତେ ଯାହା ତାଙ୍କ ଜୀବନରେ ଭଲ ଘଟେ, ସେଇ ଭଲକୁ ସେ ଡରିଲା ମନରେ ଗ୍ରହଣ କରନ୍ତି। ଏହା ତାଙ୍କର ସ୍ୱଭାବ। ଘରେ ପଶିଲେ କୁସୁମିତା– ଅପରାଜିତାଙ୍କର ସାନ ଭଉଣୀ। ତାଙ୍କୁଇ ଲକ୍ଷ୍ୟକରି, ଲଳିତାବୋଉ କହିଲେ–ଜାଣିଲ ମାଉସୀ, କକେଇ ଯେତେବେଳେ ଚାକିରି କରି ବୁଲି ବୁଲି ବୁଲୁଥିଲେ, ସେତେବେଳେ ଘରେ ରହି ତାଙ୍କରି ଦୁଇଭାଇ ସବୁ ଜମିବାଡ଼ି ବିକି ଭାଙ୍ଗି ଖାଇଗଲେ। ଏ କକେଇଙ୍କୁ ଫାଙ୍କିଦେବାକୁ ଯାଇ ସେମାନେ ସେମିତି କଲେ। ଅସୁମାରୀ ସମ୍ପତ୍ତିକୁ ଛିନ୍ନ ଭିନ୍ନ କରିଦେଲେ ସେମାନେ। ଛଟାଙ୍କିଏ ବି ରଖିଲେନି ସେମାନେ ଏଇ ଦିବୁ କକେଇଙ୍କ ପାଇଁ। ଏମାନେ ବି ଜଣକୁ ଦୁଇଜଣ ଭଲ ମଣିଷ–କାହାକୁ କିଛି କହିଲେନି। ଏଇ ଭୁବନେଶ୍ୱରରେ ଶେଷକୁ ଘରଦ୍ୱାର କରି ରହିଗଲେ। ଦୁହେଁ ମିଶି ଛି କରିଦେଲେ ସମ୍ପତ୍ତି ସହିତ ଦେଶମାଟିକୁ ମଧ୍ୟ। ଆଉ ଦିନକ ପାଇଁ ହେଲେ ଏମାନେ ଗଲେନି ବାଲେଶ୍ୱରକୁ। ଏମାନେ ସିନା ସହିଲେ–ଧର୍ମ କ'ଣ ଅନ୍ୟାୟ କିଛି ସହେ? ଛାଡ଼, ଯାହାହେଉ ଦିବୁ କକେଇ ମୋର ଦଶଜଣରେ ଜଣେ ହୋଇ ଠିଆ ହୋଇଗଲେ। କୁସୁମିତା ସ୍ମିତହସି କହିଲେ– ଆଉ ଭଗବାନଙ୍କର ଏଇ କରୁଣାର ଦାନକୁ ନାନୀ ଆଖିପାଣିରେ ଧୋଇ ମନେ ମନେ ଗ୍ରହଣ କରି ହୃଦୟରେ ସାଇତିଲେ। ଏକୋଇ କହନ୍ତି ନିରହଙ୍କାରୀ ଧର୍ମଭୀରୁ। ନାନୀ ଯେମିତି–ଜୋଇଁ ବି ହେଲେ ସେମିତି। ପୁଣି ପିଲାଏ ବି ଅଦ୍ଭୁତ। ଆଶ୍ଚର୍ଯ୍ୟ ରକମର ଭଲ ହୋଇଛନ୍ତି ପିଲାଗୁଡାକ। ଲଳିତାବୋଉ କହିଲେ– ମାଉସୀ ମ ସେ ଦୁଇଭାଇଙ୍କ ଦଶା କଥା ଶୁଣିଲେ ତୁମେ କାଠ ହୋଇଯିବ ଯେ! ମଳିନ ହସିଲେ କୁସୁମିତା। କହିଲେ– ଲୋଡ଼ାନାହିଁ ମାଆ ତାଙ୍କ କଥା ଶୁଣିବାକୁ। କାହାକଥା ଶୁଣି କି ଲାଭ? କଥାରେ ଅଛି–ମନ ଗୁଣେ ଫଳ, ତୀର୍ଥ ଗୁଣେ ଜଳ। ସବୁ ଦୁଃଖକୁ ନାନୀ ମୋର ଯେତେବେଳେ ହସିଲା ମୁହଁରେ ମାନିନେଲେ–ସେତେବେଳେ ଆମେ ଆଉ କାହିଁକି ସେଇ ପୁରୁଣା ଦିନର ପୁରୁଣା କଥାକୁ ମନେପକାଇବା। ଯେ ଯେମିତି କରିବ ସେ ସେମିତି ପାଇବ। କୁସୁମିତା ଡାକ ପକାଇଲେ ଅପରାଜିତା। ସେଇଆଡ଼େ ରହି ପାଟିକରି ପୁଣି କହିଉଠିଲେ–ଏ, ମିତା ଚାଉଳ କେଉଁଠି ରଖିଲୁ? ଉଠିପଡ଼ିଲେ କୁସୁମିତା। ଚଞ୍ଚଳ ପାଦରେ ଆଗେଇଗଲେ ଅନ୍ୟଘରକୁ। ଆସ୍ତେ ଆସ୍ତେ ଭାଙ୍ଗିଗଲା ଛୋଟିଆ ସଭାଟି। ଆଉ ଅଳ୍ପଦିନ ରହିଲା ତନୁଶ୍ରୀର ପରୀକ୍ଷା। କେତେଦିନ ହୋଇଗଲାଣି ପଢ଼ା ପଢ଼ି ହୋଇପାରୁନି। ସେଥିପାଇଁ ରାଜଜେମା ତନୁଶ୍ରୀ ମନରେ ତିଳେ ହେଲେ ବ୍ୟସ୍ତତା ନାହିଁ। ପାନଖାଇ ଓଠ ନାଲି କରି ଏ ଘର ସେ ଘର ହେଉଛି ରୂପର ରୋଷଣୀ ଜାଳି। ତା'ର ପ୍ରିୟ ସାଙ୍ଗ ପ୍ରୀତି, ଆଜିକୁ ତିନିଦିନ ହେଲା ଆସି ଏଇଠି ରହିଛି।